ଏଇ ମିରାକୁ ଉଚ୍ଚ ଆକାଶଛୁଆଁ ଡାଳରୁ ପିଜୁଳି ପାରିଦବାରେ ଯେମିତି ଆନନ୍ଦ, ତା'ର ରେଶମୀ କୁଞ୍ଚୁ କୁଞ୍ଚୁ ବାଳ କେରାକ ପଛଆଡ଼ୁ ଝିଙ୍କି ଦେଇ ତାକୁ ଟିକିଏ ନାକରେ କନ୍ଦେଇ ଦବାରେ ସେମିତି ଆମୋଦ। ଆମ ଗାଁରେ ଯାତ୍ରା କି ପାଲା ହେଲେ ରାତି ରାତି ଅନିଦ୍ରା ହୋଇ ଆଗରେ ଆସର ମାଡ଼ି ବସିବାରେ ମୀରାର ଯୋଡ଼ି ନ ଥିଲା। ଭାଗବତ ପଢ଼ାବେଳେ ସାତଦିନ ଯାକ ଏକନିଷ୍ଠ ଶ୍ରୋତାଭଳି ଧୀର ସ୍ଥିର ଭାବେ ପୁରାଣ ଶୁଣିବ। ଶେଷ ଦିନ ଦୁଷ୍ଟାମୀ କରି ଥରକୁ ଥର ଭୋଗ ଖାଇବ। କେତେବେଳେ ନିଜ ପ୍ୟାଣ୍ଟରେ ତ କେତେବେଳେ କୋଉ ସାଙ୍ଗ ପିଲା ମୁଣ୍ଡରେ ହାତ ପୋଛିଦେଇ ଧାଇଁ ପଳେଇବ। ସମସ୍ତଙ୍କୁ ସେ ଭଲ ପାଇପାରୁଥିଲା ଅଦ୍ଭୁତ ଭାବେ, ଡରୁ ନଥିଲା କାହାକୁ। ମୀରା ପାଇଁ ଗାଆଁର ଆକାଶ ବତାସ, ମାଟି ଗୋଡ଼ି, ଗଛ ପତ୍ର, ସବୁଥିରେ ଆନନ୍ଦର ଝରଣା ଛୁଟୁଥିଲା। ଗାଁ'ର ଭାବମୂର୍ତ୍ତି ଲାସ୍ୟମୟୀ କେଳିଚପଳା ହୋଇ ଉଠୁଥିଲା। ମୀରାଥିଲା ଆମ ଗାଁ'ର ନିର୍ମଳ ସୁନ୍ଦର ସ୍ମିତ ହସରୁ ଧାରେ। ସେଇ ୟେ ମୀରା? ନିଜର ଆଖି, ନିଜର ଚେତନା, ନିଜର ସିଦ୍ଧାନ୍ତକୁ ମୁଁ ଆଦୌ ବିଶ୍ୱାସ କରି ପାରୁ ନଥିଲି। ମୋ ଆଗରେ ବସିଥିବା ବୋହୂଟି ମତେ ନିର୍ବାକ, ନିଶ୍ଚଳ, ଦେଖି ସକରୁଣ ଭାବେ ପଚାରିଲା ମନେ ପଡ଼ୁ ନାହିଁ ନାଁ? ଟାଣି ଓଟାରି ହେଇ ଟିକିଏ ହସିଲି କହିଲି, ''ମନେ ପଡ଼ିବ ନାହିଁ କାହିଁକି? ତୁ କ'ଣ ଭୂଲିହବା ଭଳିଆ ଝିଅ। '' ମୀରା ଉଦାସ ହୋଇଗଲା। ଉତ୍ତର ଦେଲା, ''ପଛ ଦିନ। ଗୁଡ଼ାକ ଯଦି ଫେରି ପାରିବ ନାହିଁ, ତେବେ ପଛ କଥା ପୋଛି ହୋଇ ଯିବା ଭଲ। କିନ୍ତୁ ତା' ହୁଏନା। '' ମୁଁ ଏଥିର ପ୍ରତ୍ୟୁତ୍ତର ନ ଦେଇ ତାକୁ ଭଲ କରି ନିରୀକ୍ଷଣ କରି ଦେଖିଲି। ବେକରେ, ନାକରେ, କାନରେ, ହାତରେ ସବୁଆଡ଼େ ସୁନା ଗହଣା ଛାଇ ହୋଇଚି। ପିନ୍ଧିଚି ବି ଖଣ୍ଡେ ଦାମୀ ଶାଢ଼ୀ। ଏତେ ଝଲମଲ ଝଲକରେ ମୋ ଆଖି କିନ୍ତୁ ଜଳକା ହୋଇଗଲା ନାହିଁ। ହାଡ଼ ମାଳ, କାଳିମଖା ଶୁଖିଲା ଚେହେରା, ଜୀବନ ପ୍ରତି ମୀରାର ଉଦାସୀନତା ମୁଁ ସ୍ପଷ୍ଟ ବାରି ପାରିଲି। ନିର୍ଜୀବ କଳ କଣ୍ଢେଇକୁ ସଜବାଜ କରି ପ୍ରଦର୍ଶନୀରେ ଥାପିଲାଭଳି ମୀରାକୁ ଏ ସଂସାରରେ ଥପା ଯାଇଛି। ମୋ ମନ ବିକଳ ହୋଇ ଉଠିଲା। ଆଖିରେ ନାଚିଲା ମୀରାର ପିଲାଦିନ। ସେଇ ଝାମ୍ପୁରୀ ମୁଣ୍ଡିକି ମୁଁ ଝୁରିହେଲି। ଆଉ ବସିବାକୁ ଇଚ୍ଛା ହେଉ ନଥାଏ। ତଥାପି ତ ବସି ରହିବାକୁ ପଡ଼ିବ। ସମୟ ବିତେଇବାକୁ ପଡ଼ିବ। ଖାପଛଡ଼ା ଭାବେ ପଚାରିଲି- ଭଲ ଅଛୁ ତ? ଦେଖି ବୁଝି ପାରୁନାଁ ମୀରାର ସ୍ୱରରେ ମୋ ପ୍ରତି, ଅଥବା ତା' ନିଜ ପ୍ରତି ଟିକିଏ ବିଦ୍ରୂପ ମିଶି ରହିଥିଲା। ନିଜ ଭାଗ୍ୟକୁ ନିଜେ ବିଦ୍ରୂପ କରି ଏକ ପ୍ରକାର ଆନନ୍ଦ ପାଉଥିଲା ସେ। କଥାର ଖିଅକୁ ଲମ୍ବେଇ ରଖିବାକୁ ମୁଁ କହିଲି- ତୁ ଏଠି, ଏତେ ଦୂରରେ ବାହାହେଇଚୁ ବୋଲି ମୋର ଧାରଣା ନଥିଲା। ଦାଦା ଭଲ ଘର ବର ଦେଖି ଦେଇଛନ୍ତି ବୋଲି ଶୁଣିଥିଲି। ପିଲା ଛୁଆ କେତୋଟି? ସେ କହିଲା- ଚାରିଟା ସେଇ ପଦକ ଝଣ ଝଣ ହେଇ ମୋ ଚାରି ପାଖରେ ବାଜି ଉଠିଲା। ମୁଁ ଚାପୁଡ଼ା ଖାଇଲା ପରି ଚୁପ୍ ହୋଇଗଲି। କିଛି ସମୟ ପରେ ପୁଣି ପାଟି ଫିଟିଲା। ଭିତରେ ଭିତରେ